ପୁରୁଣାକୁ ବରଖାସ୍ତ କରିବାକୁ ଏବଂ ତାଙ୍କ ସ୍ଥାନକୁ ନିଜକୁ ନିଯୁକ୍ତି କଲେ। ସମ୍ବିଧାନର ମାନରକ୍ଷା କରାଗଲା। ରାଜ୍ୟରେ ଏପରି ଗୋଟିଏ ଘଟଣା, ଦୁର୍ଘଟଣା ସର୍ବପ୍ରଥମ ଥର ପାଇଁ ଘଟିଲା। ହୁଏତ ବହୁକାଳର କଥା ରହିଗଲା। ଦୁହେଁ ଗୋଟିଏ ବିବାଦର ବ୍ୟକ୍ତି ହୋଇଥିଲେ ମଧ୍ୟ ବିଧାତା ସେମାନଙ୍କୁ ନିମିତ୍ତ ରୂପେ ବ୍ୟବହାର କରି ଏହି ନାଟକଟିକୁ ଆମ ଅନେକଙ୍କର ପ୍ରୀତ୍ୟର୍ଥେ ଅଭିନିତ କରିବାକୁ ଆଗ୍ରହ ଦେଖାଇଲା। ଏଥିରେ ସାହିତ୍ୟର ବିଶେଷ କିଛି ଯିବ ନାହିଁ ବା ଆସିବ ନାହିଁ। ତଥାପି କୋଉଠି କଣ ଆଘାତ ବାଜି ସାହିତ୍ୟଟା ଖଣ୍ଡିଆ ହୋଇଗଲା ପରି ଭାରି ଲାଗୁଛି। ଯୋଉମାନେ ସାହିତ୍ୟକୁ ମୁଖ୍ୟତଃ ଲେଖିବାର ଗୋଟାଏ ଧନ୍ଦା ବୋଲି ମାନି ନେଇଥାନ୍ତି, ସେମାନେ ହେଉଛନ୍ତି ଯୋଗୀ। ସେମାନେ ବିଚଳିତ ହୁଅନ୍ତି ନାହିଁ। ଚର୍ମ ଚକ୍ଷୁ ଆଗରେ କିଛି ଅଘଟଣ ଘଟିଲା ସେମାନେ ଅନ୍ତର୍ଚକ୍ଷୁ ଖୋଲିଦିଅନ୍ତି ଓ ସେମାନେ ସାଧନାରେ ଲାଗିଥାନ୍ତି। ମାତ୍ର ଯେଉଁମାନେ ଏହି ପୃଥ୍ୱୀଜୀବନ ବିଷୟରେ କଣ ସବୁ ସ୍ୱପ୍ନ ଦେଖି ସାହିତ୍ୟ ପାଖରେ ଆସି ପହଞ୍ଚିଥାଆନ୍ତି, ସେମାନଙ୍କର ଯୋଗ ଏକ ଭିନ୍ନ ଧାତୁର। ସେମାନେ ଅବଶ୍ୟ ତାହାର ସାମ୍ନା କରିବେ, ପକ୍ଷ ନେବେ ଓ ପ୍ରତିବାଦ ବି କରିବେ। ସାହିତ୍ୟ ଓ ସରକାର ଆଗେ ରାଜା ଥିଲେ, ପ୍ରଜାପାଳନ କରୁଥିଲେ। ଶାସ୍ତ୍ର କହିଥିବା ଅନୁସାରେ ଦେବତାମାନେ ହିଁ ବିଧିନିର୍ଦ୍ଦିଷ୍ଟ ହୋଇ ନର ଶରୀରରେ ମର୍ତ୍ତ୍ୟକୁ ଆସୁଥିଲେ ଏବଂ ରାଜାର କାର୍ଯ୍ୟ ସମ୍ପାଦନ କରୁଥିଲେ। ପ୍ରଜାମାନେ ରାଜାନୁଗାମୀ ଥିଲେ। ଆଚାର ଓ ଆଦର୍ଶମାନେ ରାଜାନୁଗାମୀ ଥିଲେ। ହୁଏତ ଏପରି ବି ଅନୁମାନ କରାଯାଇପାରିବ ଯେ ଶାସ୍ତ୍ର ମଧ୍ୟ ରାଜାନୁଗାମୀ ହୋଇ ରହିଥିଲା। ନହେଲେ ଚାରା ନଥିଲା। ସାହିତ୍ୟ ସଭାରେ, ରାଜସଭାରେ ଥିଲା। ରାଜାଙ୍କର ବିନୋଦ ନିମନ୍ତେ ରହିଥିଲା। ବାହାରେ ଶ୍ଳୋକକାର ଓ କାବ୍ୟକାରମାନେ ଅବଶ୍ୟ ରହିଥିଲେ ସତ, ମାତ୍ର କାବ୍ୟ-ଫଳଟିକୁ ଆଗ ରାଜସଭାରେ ନିବେଦନ କରି ହିଁ କାବ୍ୟକାର ଯାହାକିଛି ଆତ୍ମପ୍ରତ୍ୟୟ ଲାଭ କରୁଥିଲା। ଆଦିମ ସମାଜରେ ବାଡ଼ିର ପ୍ରଥମ ଫଳଟି ସମେତ ଘରେ ରହିବା ପରେ ନିଜର କନ୍ୟାକୁ ମଧ୍ୟ ସର୍ବପ୍ରଥମ ମଣୋହି ପାଇଁ ରାଜା ପାଖରେ ଆଣି ପହଞ୍ଚାଇବାକୁ ପଡୁଥିଲା ତାହା ହିଁ ଆଚାର ଥିଲା। ସେତେବେଳେ ସାହିତ୍ୟକାରକୁ ମଧ୍ୟ ସେ ନିଜର କୃତିଗୁଡ଼ିକୁ ନେଇ ରାଜାଙ୍କ ପାଖରେ ସର୍ବପ୍ରଥମେ ଚଖାଇ ଆଣିବାକୁ ପଡୁଥିଲା, ଏହି ରୀତିଟିକୁ ବି କଣ ସେହି ଆଦିମ ଆଚାରଟିର ଗୋଟିଏ ଅଂଶବିଶେଷ ବୋଲି କୁହାଯିବ? ସେକାଳର ରାଜା, ଆମ ଏ କାଳର ସରକାର। ତଥାପି ଏ କାଳର ସରକାରମାନଙ୍କୁ ସେ କାଳର ରାଜାଙ୍କ ସହିତ ସମ୍ପୂର୍ଣ୍ଣ ସମତୁଲ ଭାବରେ ଆଦୌ ବିଚାର କରାଯାଇ ପାରିବ ନାହିଁ। ରଜା ଜଣେ ବ୍ୟକ୍ତି ଥିଲେ, ତେଣୁ ବେଶ୍ ହୁଗୁଳା ବି ଥିଲେ। ସରକାର ତ ଗୋଟାଏ ଯନ୍ତ୍ର ଯାହା ରଜା ନିଜ ଖିଆଲର ଗୋଲାମ ଥିଲେ ଏବଂ ତେଣୁ ମନ କଲେ ଖିଆଲଗୁଡ଼ିକ ବଦଳି ଯାଉଥିଲେ ଓ ସେହି ଅନୁସାରେ ମୁକ୍ତିର କଞ୍ଚିତ୍ ସ୍ୱାଦ ପାଇ ପାରୁଥିଲେ। ସରକାର ନାମକ ଯନ୍ତ୍ରରେ ଲାଗିଥିବା ଗୋଲାମମାନେ କଦାପି ତାହା କରିପାରିବେ ନାହିଁ। ଏମାନଙ୍କ ଜୀବନରେ ସମ୍ଭବତଃ ସବୁଠାରୁ ଅଧିକ ପୀଡ଼ାଦାୟକ ସ୍ଥିତିଟି ହେଉଛି ଯେ ନିଜ କର୍ତ୍ତୃତ୍ୱର ଚଉବାଡ଼ ଭିତରେ ସେମାନେ ଯେତିକି ସବାବଡ଼ ମାର୍ତ୍ତଣ୍ଡଟିଏ ପରି ଆଚରଣ କରୁଥିବେ। ସେମାନଙ୍କ ଉପରେ ସେମାନଙ୍କୁ ଗୋଲାମବତ୍ ଯା ଆସ କରାଉଥିବା ଉଚ୍ଚତର କର୍ତ୍ତୃତ୍ୱଟି ପାଖରେ ନିଜେ ବି ନ୍ୟୁନ ହୋଇ ଲାଙ୍ଗୁଡ଼ ଜାକି ଛିଡ଼ା ହୋଇଥିବେ। ସେଥିପାଇଁ ଆଗକାଳର ରାଜତନ୍ତ୍ର ବେଳେବେଳେ ଭାରି ରାଢ଼ ପରି ଆଚରଣ କରିଥିଲେ ମଧ୍ୟ ଏବର ସରକାର ନାମରେ ବିଶେଷତଃ ଏକ ମନ୍ଥରଗତି ସମାଜରେ ଭୃତ୍ୟତନ୍ତ୍ର ମାନଙ୍କର କୋପନଗୁଡ଼ିକ ବସ୍ତୁତଃ ଅଧିକ ବୈକଲ୍ୟଯୁକ୍ତ ହୋଇ ରହିଥାଏ। ବହୁତ ଗ୍ରନ୍ଥିଳ ଏବଂ ବହୁତ